ଧର୍ମ ଓ ବିଜ୍ଞାନ ଭିତରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ। ଦୁହେଁ ଏକ ଜିନିଷ, ଦୁହିଁଙ୍କର ଲକ୍ଷ୍ୟ-ସତ୍ୟସନ୍ଧାନ। ଭାରତର ପ୍ରାଣ-ଆତ୍ମା ହେଲା ତ୍ୟାଗ ଓ ସେବା। ସ୍ୱାମୀ ବିବେକାନନ୍ଦ କହିଛନ୍ତି, ଭାରତ ପୃଥିବୀବକ୍ଷରେ ତ୍ୟାଗ ଓ ସେବା ପାଇଁ ବଡ଼। ନିଃସ୍ୱାର୍ଥପରତା ସହ ଅଗଣିତ ଦରିଦ୍ର ନିରନ୍ନ ଦୁଃଖୀମାନଙ୍କୁ ଦେବଜ୍ଞାନରେ ପୂଜା କରିବାକୁ ପଡ଼ିବ। ତେବେ ଯାଇଁ ଏ ଦେଶରେ ଜାଗୃତି। ସାହସର ସହିତ ମୁକାବିଲା କର ଦିନେ ସ୍ୱାମୀ ବିବେକାନନ୍ଦ ପ୍ରସିଦ୍ଧ ତୀର୍ଥ ବାରାଣସୀ ସହର ଭିତରେ ବୁଲୁଥିଲେ। ସେ ବୁଲୁ ବୁଲୁ ଗୋଟିଏ ରାସ୍ତାରେ। ପହୁଞ୍ଚିଲେ। ରାସ୍ତାର ଗୋଟିଏ କଡ଼ରେ ଜଳଭରା ପ୍ରକାଣ୍ତ ଜଳାଶୟ ଏବଂ ଅନ୍ୟପଟେ ବିରାଟ ପ୍ରାଚୀର। ଏହିଭଳି ଏକ ରାସ୍ତାରେ ଯାଉଁ ଯାଉଁ ଦଳେ ହନୁମାଙ୍କଡ଼ଙ୍କୁ ଭେଟିଲେ। ବାରାଣସୀରେ ଏହି ହନୁମାଙ୍କଡ଼ମାନଙ୍କର ପ୍ରତିପତ୍ତି ବଡ଼ ବେଶୀ ଥିଲା। ଏବେ ଢେର କମିଯାଇଛି। ମାଙ୍କଡ଼ଗୁଡ଼ାକ ସ୍ୱାମୀଜୀଙ୍କ ଆଡ଼କୁ କୁଦି ପଡ଼ିଲେ। ସ୍ୱାମୀ ବିବେକାନନ୍ଦ ଦୌଡ଼ିବାକୁ ଲାଗିଲେ। କିନ୍ତୁ ମାଙ୍କଡ଼ଗୁଡ଼ାକ କ୍ଷିପ୍ରଗତିରେ ଆସି ତାଙ୍କର ବାଟ ଓଗାଳି ତାଙ୍କୁ କାମୁଡ଼ିବାକୁ ଉଦ୍ୟତ ହେଲେ। ନିରୁପାୟ ସ୍ୱାମୀଜୀ କ'ଣ କରିବେ ବୋଲି ଭାବୁଛନ୍ତି, ଏତିକିବେଳେ ଜଣେ ଅଜଣା ପଥିକ ଚିତ୍କାର କରି କହିଲେ-''ସେଗୁଡ଼ାଙ୍କୁ ସାହସର ସହିତ ମୁକାବିଲା କର, ସେମାନେ ପଳାଇ ଯିବେ। '' ସ୍ୱାମୀଜୀ ବୁଲିପଡ଼ି ମାଙ୍କଡ଼ଙ୍କ ଆଡ଼କୁ ଦମ୍ଭ ଧରି ଅନାଇଲେ। ଆଶ୍ଚର୍ଯ୍ୟ, ମାଙ୍କଡ଼ଗୁଡ଼ାକ ଡରି ପଳାଇଲେ। ବିପଦର ଝଞ୍ଜା-ତୋଫାନ ଯେତେ ଭୀଷଣ ହେଉନା କାହିଁକି, ତାକୁ ସାହସର ସହିତ ମୁକାବିଲା କରିବାକୁ ହେବ। ସୁଖ ଦୁଃଖ ଗୋଟିଏ ଟଙ୍କା'ର ଏପାଖ ସେପାଖ। ସାହସର ସହିତ ମୁକାବିଲା କଲେ ଦୁଃଖ ଉଭେଇ ଯିବ। ତିନୋଟି ପ୍ରଶ୍ନ ଜଣେ ରାଜା ତାଙ୍କର ପଣ୍ତିତମାନଙ୍କୁ କହିଲେ, 'ଯେ ମୋର ତିନୋଟି ପ୍ରଶ୍ନର ଉତ୍ତର ଦେବ, ତାକୁ ମୁଁ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ଦାନ କରିବି ଏବଂ ଗାଭୀ ଦାନ କରିବି। ' ପ୍ରଶ୍ନ ହେଲା-ଭଗବାନ କେଉଁ ଦିଗକୁ ମୁହଁ କରି ରହିଛନ୍ତି? ଭଗବାନ କେଉଁଠି ଅଛନ୍ତି ଏବଂ କିପରି ଭାବରେ ଅଛନ୍ତି? ତୃତୀୟ ପ୍ରଶ୍ନ ହେଲା-ଭଗବାନ କ'ଣ କରିପାରନ୍ତି? ପଣ୍ତିତମାନେ ବହୁ ବିଚାର କରି ବହୁ ଶାସ୍ତ୍ରମତ ବ୍ୟାଖ୍ୟାନ କଲେ, କିନ୍ତୁ ରାଜାଙ୍କ ମନକୁ କେଉଁଟି ପାଇଲା ନାହିଁ। ରାଜା ନିରାଶ ହେବାକୁ ଲାଗିଲେ। ଦିନେ ଜଣେ ବୃଦ୍ଧ ବ୍ରାହ୍ମଣ ତାଙ୍କର ଶିଷ୍ୟଙ୍କୁ ନେଇ ରାଜାଙ୍କୁ କହିଲେ, 'ମୁଁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି। ମୋର ଶିଷ୍ୟ ଆପଣଙ୍କ ପ୍ରଶ୍ନସବୁର ଉତ୍ତର ଦେବ। ଆପଣ ସଭାସଦ୍ମାନଙ୍କୁ ଡାକନ୍ତୁ। ' ସଭା ବସିଲା। ଶିଷ୍ୟ କହିଲେ, 'ଗୋଟିଏ ଜଳନ୍ତା ପ୍ରଦୀପ ଆଣନ୍ତୁ। ' ପ୍ରଦୀପ ଅଣାଗଲା। ସମସ୍ତେ ଘେରି ରହିଲେ। ଶିଷ୍ୟ କହିଲେ, 'ଏବେ ଆପଣ କୁହନ୍ତୁ, ଏହି ପ୍ରଦୀପର ଶିଖା କାହା ଆଡ଼କୁ ମୁହଁ କରିଛି? ' ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରେ ବସିଥାଇ ସମସ୍ତେ କହିଲେ; 'ଆମ ଆଡ଼କୁ ମୁହଁ କରିଛି। ' ଶିଷ୍ୟ କହିଲେ, 'ଭଗବାନ ମଧ୍ୟ ଏହିପରି ବିରାଜମମାନ କରିଛନ୍ତି। ତା' ପରେ ଶିଷ୍ୟ ଦୁଧପାତ୍ରଟିଏ ଆଣିବାକୁ କହିଲେ। ସେ ଦୁଧକୁ ଦେଖି ପଚାରିଲେ, 'ଏଥିରେ ରହିଥିବା ଲହୁଣୀ ତ କାହିଁ ଦିଶୁନାହିଁ? ' ପଣ୍ତିତମାନେ କହିଲେ, ''ଦୁଗ୍ଧ ମନ୍ଥନ ନ କଲେ ମିଳିବ କିପରି? '' ଶିଷ୍ୟ କହିଲେ, ଭଗବାନ ଏହିପରି ସର୍ବତ୍ର ପ୍ରଚ୍ଛନ୍ନ ଭାବରେ ଅଛନ୍ତି। ତାଙ୍କୁ ଜାଣିବାକୁ ମନ୍ଥନ ଦରକାର। ଭକ୍ତିରୂପକ ଦଣ୍ତରେ ମନ୍ଥିବାକୁ ପଡ଼ିବ। ତୃତୀୟ ପ୍ରଶ୍ନର ଉତ୍ତରରେ ଶିଷ୍ୟ ରାଜା ଓ ସଭାସଦ୍ମାନଙ୍କୁ ବାହାରେ ଠିଆ